ଏଇ ଘରେ ତା'ର ମା ଥିଲା, ତାକୁ ସେ ଏଇଘରେ ଏଡ଼େବଡ଼ କରିଥିଲା, ଏଇ ଘର ଭାରି ଭଲ-। ଆଉ କିଛି ଭାବିବାକୁ ଫୁରୁସତ ନାଇଁ। ବେଳ ହେଇ ଯାଇଛି, କାମକୁ ଯିବାକୁ ସେ ଝଟ ବାହାରିଗଲା। ପାଖରେ ସାହିପଡ଼ିଶାଙ୍କ ଘର। ସେ ଦେଖିଲା ସମସ୍ତଙ୍କ ଦ୍ଵାରଦ୍ଵାର ସେମିତି ଅଛି। ତେବେ ସେ ସପନ ଦେଖିଥିଲା ରାତିରେ। ତା ଆଉ କିଛି ନୁହେଁ ଭାବି ଭାବି ଭୋଳା କାମକୁ ବାହାରିଗଲା-। ସେଦିନ ତରା ଉଇଁଲାବେଳକୁ। ଭୋଳା ଘରକୁ ଫେରିଲା। ରାତିରେ ରୋଷେଇ କରି ଖାଇବ ବୋଲି ସେ ଡାଲି ଚାଉଳ ତେଲ ଲୁଣ ବାଟରୁ କିଣି ଆଣିଥିଲା। ଆସୁ ଆସୁ ବାଟରେ ତାର ରାତିର କଥା ମନେ ପଡ଼ିଲା। ଟିକକ ପରେ ଘର ପାଖରେ ଆସି ପହଞ୍ଚିଲା। ଦୂରରୁ ଦେଖିଲା ଆଜିବି ତା ଘରେ ଆଲୁଅ ଜଳୁଚି। କାଲି ଭଳି ସେମିତି ତୋରା ଆଲୁଅ। ମନେକଲା, ଯାଇ ସାଇପଡ଼ିଶାଙ୍କୁ ଡାକିଆଣି ସବୁ କହି ଦେଖେଇବ। କିଏ ଏସବୁ କରୁଚି ସେମାନେ ହୁଏତ ଧରି ଦେବେ। ପୁଣି କଣ ଭାବି ସେକଥା ମନରୁ କାଟିଦେଲା, ଏଥିରେ ତାର ତ ଆଉକିଛି ହାନି ହଉନି। ଆଉରି ଲାଭ। କେତେ ଭଲ ଭଲ ଜିନିଷ ଖାଇବାକୁ ମିଳୁଚି। ଏ କଥା ଭାବି ଭାବି ସେ ଘରେ ଆସି ପହଞ୍ଚିଗଲା। ଦେଖିଲା କାଲି ରାତିପରି ସବୁ ରହିଚି। ଖାଇପିଇ ଦେଇ ଭାବିଲା, ଆଜି ଆଉ ସେ ଶୋଇବନି। ତରା ଦିହରୁ ତାର ମା ନିଶ୍ଚେ ଓହ୍ଲାଇ ଆସି ଏସବୁ କରି ଦେଉଚି। ରାତି ପାହିଲାବେଳକୁ ତରା ନିଭି ଯାଉଚନ୍ତି। ଆଉ ସେ ମଧ୍ୟ ଏଠୁ ସବୁ ପୋଛି ପାଛି ଦେଇ ଚାଲିଯାଉଚି-। ଏ କଥା ଭାବି ଭାବିକା ସେ ପଦାକୁ ଆସି ଆକାଶକୁ ଅନେଇଲା। ତରାଗୁଡ଼ିକ ଚାହିଁ ଚାହିଁ ମାପ୍ରତି ତା ମନରେ କୃତାଜ୍ଞତା ଭରିଗଲା। ଆକାଶରେ ସେତେବେଳକୁ ସରୁ ଜହ୍ନ ଉଠି ବୁଡ଼ିବାକୁ ବସିଥାଏ। ଆକାଶଟା ସୁନ୍ଦର ଦିଶୁଥାଏ। ଆକାଶରୁ ଆଖି ଫେରେଇ ସେ ଘର ଭିତରକୁ ଆସି ଧୋବ ଫରଫର ବିଛଣାରେ ବସି ରହିଲା। ସେ ଆଜି ଚେଇଁବ। ଦିନଯାକର ଖଟଣି ପରେ ଭୋଳା କିନ୍ତୁ ବେଶି ବେଳଯାଏ ଚେଇଁ ପାରିଲାନି। ପାହାନ୍ତା ପହରକୁ ନିଘୋଡ଼ ନିଦରେ ଶୋଇ ପଡ଼ିଲା। ନିଦ ଭାଙ୍ଗିଲାବେଳକୁ ଦିନ ଦି'ଘଡ଼ି। ଦେଖିଲା ଆଜି ଆଉ କାମକୁ ଯାଇ ହବନି। ଏକଥା ସାଙ୍ଗେସାଙ୍ଗେ ରାତିକଥା ତାର ମନେ ପଡ଼ିଲା। ଶୋଇପଡ଼ି ସେ ଖୁବ୍ ଭୁଲ କରିଚି। ତେବେ ରାତିର ସେଇ ଘରଦ୍ଵାର ଅଛି ତ? ଚାରିଆଡ଼କୁ ଅନେଇଲା। କୋଠାଘର ନାଇଁ। ହୁଏତ କୋଠାଘର ଏଠି କେବେହେଲେ ନ ଥିଲା। ତାରି ଚାଳଘର ଅଛି। ହେଲେ ସେ ଆଉ ଆଗର ଚାଳଘର ନୁହେଁ। ଚାରିଆଡ଼ ସୁନ୍ଦର ହୋଇଯାଇଚି। କେଉଁଠି ଭଙ୍ଗା ତୁଟା କିଛି ନାଇଁ। ସେଇ ଶେଯ ବିଛଣା ବି ରହିଚି। ଘରେ ପୁଣି ଖାଇବା ଜିନିଷ ଭରା। ଭୋଳାର ମନ ଆନନ୍ଦରେ ଭରପୂର ହେଇଗଲା। ନିଶ୍ଚେ ଏ ତାର ମା'ର କାମ। ସରଗରୁ ଦେବତାଙ୍କୁ କହି ସବୁ ବଦଳେଇ ଦେଇଚି। ଦିନ ଗଲା ରାତି ହେଲା। ରାତି ପରେ ପୁଣି ଦିନ ହେଲା। ତା ପରେ କେତେ ରାତି କେତେ ଦିନ ବିତିଗଲା। ଘରେ ଖାଇବା ପିଇବାର ଭରା। ଭୋଳା ଆଉ କାମକୁ ଗଲାନି। ସବୁବେଳେ ଗୀତ ଗାଇ ଖୁସିରେ ଏଣେ ତେଣେ ବୁଲିଲା। ଦିନେ ଘର ଭିତରେ ବୁଲୁବୁଲୁ ଚାଳ ଦିହରେ ଆଖି ପଡ଼ିଲା। ଦେଖିଲା ଖଣ୍ଡେ ବଂଶୀ ଖୋସା ହେଇଚି। ବଂଶୀ ଖଣ୍ଡକୁ ଧରି ସେ ଆନନ୍ଦରେ ଅଧୀର ହୋଇ ନଈ କୂଳକୁ ଧାଇଁଯାଇ ଗୋଟିଏ ଶାଗୁଆ ବୁଦାମୂଳେ ବସିପଡ଼ି ବଜେଇବାକୁ ଲାଗିଲା। ବଂଶୀର ମଧୁର ସ୍ଵରରେ ବନଭୂଇଁ, ବିଲ, ପାହାଡ଼, ଚାରିଆଡ଼େ ଆନନ୍ଦର ଲହରୀ ଯେମିତି ଉଛୁଳି ପଡ଼ିଲା। ଅନଉ ଅନଉ ନଈ ପାଣିରେ ଗୋଟିଏ ପଦ୍ମଫୁଲ ଭୋଳା ହେବେ ଦେଖି ନ ଥିଲା। ଫୁଲଟିକୁ ଆଣିବା ପାଇଁ ଭୋଳା ପାଣିକି ଦି ଭାଗ କରି ନଈ ଭିତରକୁ ଡେଇଁ ପଡ଼ିଲା। ପହଁରି ପହଁରି ସେ ଫୁଲ ପାଖରେ ପହଞ୍ଚିଲା। ଫୁଲର ବାସନାରେ ଚାରିଆଡ଼େ ମହକି ଯାଉଥାଏ। ଆନନ୍ଦରେ ବିଭୋର ହେଇ ଭୋଳା ଫୁଲଟିକୁ ଧରି ପକେଇବା କ୍ଷଣି ଫୁଲଟି ଚଟକରି ତା ହାତରୁ ଖସିଗଲା। ଅନଉ ଅନଉ ଆଖି ପିଛୁଳାକେ ସେ ଫୁଲଟି ଗୋଟିଏ ପରୀ କନ୍ୟା ପାଲଟିଗଲା।